ଏଇ ସନ୍ଧ୍ୟାଟା ବୋଧହୁଏ ଚପଳାର ସ୍ପର୍ଶ ପାଇ ଏତେ ରମଣୀୟ ହୋଇ ଉଠିଛି। ସାନ୍ଧ୍ୟ ପବନଟା ଚପଳାର ନିଃଶ୍ୱାସ ମାଖି ଏତେ ସୁଶୀତଳ ଲାଗୁଛି। ଏଇ କୃଷ୍ଣପ୍ରସାଦରେ ଚପଳା ଖାଲି ପାଦରେ ଚାଲେ। ତାର ଟିକି, ଟିକି ପାଦର ନରମ ଅଙ୍ଗୁଳିଗୁଡ଼ିକ ଚୂନା, ଚୂନା ବାଲିରେ ଦବି ଦବି ଯାଏ। କୃଷ୍ଣପ୍ରସାଦଟା କି ଚମତ୍କାର ଗାଁଟିଏ ନୁହେଁ! ଚପଳା ହୁଏତ ଆଉ କିଛିଦିନ ପରେ ସେମାନଙ୍କ କଥା ଭୁଲିଯିବ! ସତରେ ସେ କଣ ଏତେ ସୁନ୍ଦର ସ୍ମୃତିଟାକୁ ଭୁଲିଯାଇ ପାରିବ? ଚପଳା ଯଦି ରାଜି ହୁଅନ୍ତା ତେବେ କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଛୋଟ କୁଟୀରଟିଏ ତୋଳି ଅବଶିଷ୍ଟ ଜୀବନକୁ ତାରି ସଙ୍ଗରେ କଟାଇ ଦେଇ ହୁଅନ୍ତା। ସହରର ରଙ୍ଗ, ସଭ୍ୟତାର ପ୍ରାଚୁର୍ଯ୍ୟ କି ଆଧୁନିକତାର ଅହମିକାକୁ ଏଡ଼େଇ ଦେଇ ଯୁଗ ପରେ ଯୁଗ ବିତାଇ ଦେଲେ ବି ଏଡ଼ିକି ଟିକିଏ କ୍ଳାନ୍ତି ଆସନ୍ତା ନାହିଁ। ଆଷାଢ଼ର ବର୍ଷଣ ମେଘ, ଶରତର ଚନ୍ଦ୍ର-ଚକିତା ରଜନୀ ଆହୁରି ମଧୁମୟ ହୋଇ ଉଠନ୍ତା। କଳ୍ପନାଟା ବାସ୍ତବତାଠାରୁ ଶତ ଗୁଣରେ ଲୋଭନୀୟ। ଜ୍ୟୋତ୍ସ୍ନାଭିଜା–ସଞ୍ଜରେ ଏହିଭଳି କଳ୍ପନା କରିବାକୁ କେତେ ଖୁସି ଲାଗେ ନାହିଁ ସତରେ! କାଠଚମ୍ପା ଗଛର ଶାଖା ପ୍ରଶାଖାରେ କୁମାରୀ–ଫୁଲମାନେ ସଭା କରୁଛନ୍ତି। ଆକାଶର ଛୋଟ ଛୋଟ ଚନ୍ଦ୍ର, କୁମାରୀ ଫୁଲକୁ ଆଖିମିଟିକା ମାରୁଛନ୍ତି। ଅଶୋକ ପାତ୍ର କବାଟ ଫାଙ୍କରୁ ସାମନା ସଡ଼କକୁ ଚାହିଁଲା। ସଡ଼କ ଜନହୀନ, ନିର୍ଜନ ହୋଇଯାଇଛି। ପଟ୍ଟନାୟକବାବୁ କହୁଥିଲେ, ଏମିତି ନିର୍ଜନ, ନିଃଶବ୍ଦ ସଞ୍ଜରେ ନଅର ଭିତରୁ ଦେବୀ ବାହାରି ପାରିକୁଦ ପରିକ୍ରମା କରନ୍ତି। ନୂଆ ବୋହୂପରି ବେଶ। କସ୍ତାଶାଢ଼ିରେ ଦେହ ମୁହଁ ସବୁ ଘୋଡ଼ାଇ ହୋଇ ଯାଇଥାଏ। ବାଟ ଘାଟ ସବୁ ମହକି ଉଠେ। ସଭିଏଁ ଜାଣନ୍ତି, ପାରିକୁଦର ଆଉ ଭୟ ନାହିଁ। ସେହି ଦେବୀଙ୍କ ସଙ୍ଗେ ଯଦି ଏଇନେ ଦେଖା ହୁଅନ୍ତା! ଅଶୋକ ପାତ୍ରର ଦେହ ଭିତରଟା ଉଲୁସେଇ ଉଠିଲା। ସେ ମନସ୍ଥ କଲା, ସବୁ ସାହସକୁ ଏକତ୍ରିତ କରି ସେ ଏକମୁହାଁ ହୋଇ ଦେବୀ ପାଖରେ ପହୁଞ୍ଚି ପଚାରନ୍ତା, ପାରିକୁଦ ମାଟିକୁ ହତଶ୍ରୀ କଲ କାହିଁକି? ପାରିକୁଦ ଦ୍ୱୀପରେ ଜନ୍ମ ହେଲେ ବୋଲି ସେମାନଙ୍କର କଣ ହିସାବର କୌଣସି ଅଧିକାର ନାହିଁ? ବାଲୁଗାଁରେ ଏତେ ପ୍ରାଚୁର୍ଯ୍ୟ, ଏତେ ସମ୍ପଦ, ଅଥଚ ଏଇଠି କିଛି ରହିଲା ନାହିଁ? ଲୋକେ ସହଜ, ସରଳ ହୋଇ କଣ ଅନ୍ୟାୟ କଲେ। ତୁମ ବିଚାରର ମାନଦଣ୍ଡ କଣ ଏଇଆ? ' ଆଲୁଅଟିଏ ଚାଲିଯାଇଛି। ଲଣ୍ଠନ ଦୀପ ଆଲୁଅ! —ଅଶୋକ ପାତ୍ର ସେଇ ଆଲୁଅ ପ୍ରତି ସଜାଗ ହୋଇ ଉଠିଲେ। ସେ ଦୀପ ଅନ୍ଧାର କାଟି ଆସ୍ତେ ଆସ୍ତେ ପୋଖରୀ ଆଡ଼କୁ ମୁହାଁଇଛି। ଆଲୁଅର ପ୍ରତିଫଳନ ପଡ଼ିଛି କାହାର ନଳିଗୋଡ଼ ଉପରେ। ଚନ୍ଦ୍ରଟା ବାଦଲ ଭିତରୁ ବାହାରି ପଡ଼ିଲେ ସବୁ କଥା ସ୍ପଷ୍ଟ ହୋଇ ଉଠନ୍ତା। ଅନ୍ତତଃ ଆଲୁଅ ଧରିଥିବା ବ୍ୟକ୍ତି ଜଣକ ସ୍ତ୍ରୀ ନା ପୁରୁଷ ଚିହ୍ନାପଡ଼ନ୍ତା। ପାଦର ନୂପୁର ରିମିଝିମି ହୋଇ ବାଜୁଛି। ଚମକିଲାପରି ଚାଲିଲେ ମାଡ଼ି ଆସୁଥିବା ରାତିର ଇତଃସ୍ତତ ଭାବ ମିଶିଛି। ନଳିଗୋଡ଼ର ଗଢ଼ଣଟା ବାସ୍ତବିକ ଲୋଭନୀୟ। ପେଣ୍ଡାରେ ତା'ର କେତେ ମାଂସ! ପୂରିଲା ପାଦରେ ନୂପୁର ଦୁଇଟି ଚାପି ହୋଇ ଯାଇଛି। ସୀମିତ ଆଲୁଅ ଭିତରେ ମାଂସର ହରିଦ୍ରାଭ ରଙ୍ଗ ଉକୁଟି ଉଠୁଛି। ଅଭିସାରିକାଟିଏ ନୁହେ ତ ଆଉ? କାହାପାଇଁ ତା'ର ଏ ନିର୍ଜନ ଅଭିସାର? କିଏ ସେ ସେହି ଅନଭିଜ୍ଞ ତରୁଣୀର ମୁହଁର ଲାଜ, ଛାତିର ଭୟକୁ ଦୂରେଇ ଦେଲା? ଛାତି ନିଦକୁ କିଏ ସେ ତା' ଆଖିରୁ ପୋଛି ଦେଇଛି? ଅଶୋକ ପାତ୍ରର ମନେ ହେଲା, ଚିଲିକାର ଖୋଲା ଛାତିରୁ ବୋହି ଆସୁଥିବା ପବନ ଧାରକ ଚପଳ ହୋଇ ଉଠିଛି। ତା'ର ଅସ୍ପଷ୍ଟ ପଦଚିହ୍ନରେ ଅଶ୍ଳିଳତା ଜମାଟ ବାନ୍ଧିଛି ଯେମିତି। ଅଦେଖା ଦେଶର ଅଚିହ୍ନାରୂପ କୁମାରୀର ଓଠର ହସକୁ ବୁଣି ଦେଇ ଦେଇକା ସେ ମାଡ଼ି ଯାଉଛି ଆଗକୁ, ଆଗକୁ। ଖୁବ୍ ଚପଳ ପବନ! ବୋଧହୁଏ ଏହି ଅଭିସାରୀକା ପରି ଚପଳ! ଚିଲିକା କୂଳର ଛୋଟ, ଛୋଟ ଢେଉଗୁଡ଼ିକ ହାମୁଡ଼ି, ହାମୁଡ଼ି ଆସି ବାଲି ଭିତରେ ଛପି ଯାଉଥିବ। ନାଉରୀଆର ନିଦ ଭାଙ୍ଗିଗଲେ ପାଲଟଣା ବୋଟ ଭିତରେ ଉଠିବସି ଉଦାସିଆ ଆକାଶ ଦେଖୁ, ଦେଖୁ ଗୀତ ଗାଉଥିବ। ସେଇ ତରୁଣୀଟି ବୋଧହୁଏ ଚପା, ଚପା, ନିଃଶ୍ୱାସ ଛାଡ଼ୁଛି। ତା' ନିଃଶ୍ୱାସରେ କେତେ କ୍ଳାନ୍ତି, କେତେ ବେପଥୁ। ପାଖ ବରଗଛ ଡାଳରୁ ଅନାମିକା ପକ୍ଷୀର ନିଦ ଭାଙ୍ଗିଗଲା।